ତେଣୁ ମୋର ଅନୁରୋଧ, ଆପଣ ସେହି ଜ୍ୟୋତି ପଥରେ ଅଗ୍ରସର ହୁଅନ୍ତୁ... ଅନାସକ୍ତ ବିମୁକ୍ତ-ଆତ୍ମା ହୋଇ ବହୁ ଲୋକଙ୍କର ହିତ ପାଇଁ କାର୍ଯ୍ୟ ସାଧନ କରନ୍ତୁ"। ପୂର୍ଣ୍ଣାନନ୍ଦ ଏଯାଏ ଚକ୍ଷୁ ମୁଦ୍ରିତ କରିଥିଲେ, ଫିଟାଇଲେ। ସତରେ ଇଞ୍ଜିନିୟରଙ୍କର କଥାରେ ଆନନ୍ଦ ରହିଛି। ତିନୋଟି ଝିଅ ପାତ୍ରସ୍ଥାହୋଇ ଚାଲିଯାଇଛନ୍ତି। ସେ ବୋଝ ଶିର ଉପରୁ ଖସିଯାଇଛି। ସଂସାର ବୋଲି ବିଶେଷ କିଛି ଜଞ୍ଜାଳ ନାହିଁ। ଧୀରେ ସୁସ୍ଥେ ପ୍ରାଣଧାରଣ ମାତ୍ର ପ୍ରଧାନ କ୍ରିୟା। "କାତବ କାନ୍ତା କସ୍ତେ ପୁତ୍ରଃ, ସଂସାରୋଽୟ ମତୀବ ବିଚିତ୍ରଃ"। ଏହି ବିଚିତ୍ର ସଂସାରରେ କିଏ କାହାର? ମନ ଶାନ୍ତ ହୋଇଛି, ଆସକ୍ତିରହିତ ହୋଇଛି। ଦାଣ୍ଡପଟ ଗେଟ୍ ପାଖରେ କାହାର କଣ୍ଠ ଶୁଣାଗଲା-"ନାଇଁ ମା, ଏତିକି ପଇସା ହବନି, ବସ୍ ଷ୍ଟାଣ୍ଡରୁ ଏଠିକି ଆସିଲେ ଆଠଣା ବାରଣା ଲୋକେ ଦେଉଛନ୍ତି, ଯାତ୍ରାଦାଣ୍ଡ, ଆଠଣା ପଇସା ଦିଅନ୍ତୁ। " ରିକ୍ସାବାଲା ଅଳି କରୁଛି। ପୂର୍ଣ୍ଣାନନ୍ଦ କାନ ଡେରିଲେ-"ହଉ ନେ ଚାଳିଶପଇସା, ସୁଟ୍କେଶ ଦୁଇଟି ଅଗଣାକୁ ନେଇଆ, ଆଉ ଏ କମଳାଝୁଡ଼ି, ପାହାଳ ରସଗୋଲାହାଣ୍ଡି, କନାବ୍ୟାଗ, ଆସ୍ତେ, ସେଥିରେ ବାପାଙ୍କ ପାଇଁ ତାଙ୍କର ପ୍ରିୟ ଜିନିଷ। ଆଲୋ ଗୁରୁବାରୀ, ମାଆ କାହାନ୍ତି"? ଇଞ୍ଜିନିୟର ପ୍ରିୟନାଥ ଏ ଗୋଳମାଳରେ ଟିକିଏ ରହିଯାଇଥିଲେ; ପୁଣି ପ୍ରବଚନ ଆରମ୍ଭ କଲେ-"ଆପଣ ଧ୍ୟାନବେଳେ ରେଚକ, କୁମ୍ଭକ ଓ ପୂରକ କରିବାରେ କିଛି ଅସୁବିଧା ଭୋଗୁନାହାନ୍ତି ତ? ଦୁଇ ଭ୍ରୂର ଠିକ୍ ମଧ୍ୟବିନ୍ଦୁରେ ମନ ସ୍ଥିର ରଖିବେ; ଆପଣ ତ ସବୁ ଜାଣନ୍ତି। ମୁଁ କଅଣ ବା ବିଶେଷ କହିବି... " "ହଁ, ହଁ, ମୁଁ ଜାଣେ, କ'ଣ କହିଲେ? ହଁ, ମଧ୍ୟବିନ୍ଦୁ"... ପୂର୍ଣ୍ଣାନନ୍ଦଙ୍କ କଣ୍ଠସ୍ଵରରେ ଚଞ୍ଚଳତା-। ଦୁଇକାନ ରହିଗଲା ଗୃହାଭ୍ୟନ୍ତରର କଳରୋଳ ଶୁଣିବାରେ... "ଯେତେ ଯାହା କୁହନ୍ତୁ ମୂଳାଧାରରୁ ସହସାର ଯାଏ ଯେ ଗତି ରହିଛି, ସେ ଗତିକୁ ଯୋଗମାଧ୍ୟମରେ ତ୍ଵରାନ୍ୱିତ କରିବାକୁ ହେବ। ସେହି ଅତିକ୍ରାନ୍ତ ଯୌବନର କେଉଁ ବିସ୍ମୃତ ପ୍ରାରମ୍ଭ କାଳରେ କବିତା ରଚନାର ଉନ୍ମେଷ ସାଙ୍ଗରେ ଗଳ୍ପ ଲେଖାର ଉପୋଦ୍ଘାତ ଘଟିଥିଲା। ପରବର୍ତ୍ତୀ କାଳରେ ଏବଂ ପରିବର୍ତ୍ତିତ ପରିସ୍ଥିତିରେ ସେହି ଗଳ୍ପଲେଖାର ଉନ୍ମାଦନା ଉପନ୍ୟାସ ରଚନାର ଅଭିନିବେଶଦ୍ଵାରା ଅତିକ୍ରମିତ ହୋଇଯାଇଛି। ନିର୍ଝର ସ୍ରୋତସ୍ୱିନୀରେ ପରିଣତ ହେବା ପରେ ନିର୍ଝରର ଉପଯୋଗିତା ହ୍ରାସ ନ ପାଇଲେ ମଧ୍ୟ ସ୍ରୋତସ୍ୱିନୀର ଉର୍ମିଳ ଆଘାତରୁ ନିର୍ଝରକୁ ସ୍ଵତନ୍ତ୍ର କରି ଲାଳନ କରିବା କଷ୍ଟକର ହୋଇପଡ଼େ। ମୋର କ୍ଷୁଦ୍ରଗଳ୍ପ ସୃଷ୍ଟିର ସ୍ୱଳ୍ପତାରେ ତାହା ହିଁ ପୀଠିକା ବୋଲି ମୁଁ ମନେ କରୁଛି। ଏହି କ୍ଷୁଦ୍ରଗଳ୍ପଗୁଡ଼ିକରୁ ଅଧିକାଂଶ ସେତେବେଳେ ନବଭାରତ, ଆରତି, ନାୟକ ଓ ପ୍ରଗତି ପ୍ରଭୃତି ପତ୍ରିକାରେ ପ୍ରକାଶିତ ହୋଇଥିଲା। ସେଥିରୁ ଐକ୍ୟ ଭ୍ରଷ୍ଟ ହୋଇ ରହିଥିବା ତିନୋଟି ଗଳ୍ପ ପରେ ମୌସୁମୀ, କଳନା ଓ କଳିଙ୍ଗର ଶାରଦୀୟ ସଂଖ୍ୟାରେ ପ୍ରକାଶ ପାଇଥିଲା। ଯେଉଁ ରସବିଦଗ୍ଧ ପାଠକଗୋଷ୍ଠୀ ମୋର ଲେଖା ପ୍ରତି ଶ୍ରଦ୍ଧାଶୀଳ ରହି ଆସିଛନ୍ତି, ମୁଁ ସେମାନଙ୍କୁ ପ୍ରୀତିସ୍ନିଗ୍ଧ ଶୁଭେଚ୍ଛା ଜ୍ଞାପନ କରୁଛି। ଞ୍ଜାନୀନ୍ଦ୍ର ବର୍ମା। ଶେଷ ମୂର୍ଚ୍ଛନା ଭିନେ ହେଲା ପରେ କୁମୁଦ ଦେଖିଲା, ତା ଭାଗରେ ପଡ଼ିଚି ଜମା ବଖରାଏ ଘର। ଆଗର ଲଙ୍ଘାରେ ସ୍ୱାମୀ ଆସି ତା ପାଇଁ ଖଣ୍ଡେ ରୋଷେଇଘର ତିଆରି କରିଦେଇ ଯାଇଛନ୍ତି। ଗୋଟିଏ ପାଖରେ ଘରର ଚୌହଦି କାନ୍ଥ, ଆଉ ଗୋଟିଏ ପାଖରେ ବାଡ଼ିପଟ ଦୋକଡ଼ିକୁ ଆପଟ କରି ଝୁମୁକି ଝାଟିରେ ମାଟି ନେଶା ହେଇଚି। ଅଗଣା ପାଖକୁ ରୋଷେଇଘରର ଯେଉଁପଟ ରହିଲା ଏବଂ ଆଉ ଯେଉଁ ପଟଟି ରହିଲା କୁମୁଦର ରହିବାଘର ପାଖକୁ, ସେହି ଦୁଇ